ପ୍ରବରମାନେ କଣ କମ୍ ଭାଷଣ ଦେଉଛନ୍ତି ଓ କମ୍ ହିତବାଣୀ ଶୁଣାଉଛନ୍ତି? ସେମାନେ କାଳକ୍ରମେ ଆମ ଶିକ୍ଷକମାନଙ୍କ ଭିତରୁ ଶିକ୍ଷକର ଅସଲ ପରିଚୟଟିକୁ ମଧ୍ୟ ଅପହରଣ କରି ସାରିଲେଣି। ସିଏ ଯେ ପାଠ ହାଟରେ ନାନା ଲମ୍ପଟଗିରି ଶିଖିବାକୁ ଯୁଗର ଧର୍ମ ବୋଲି ଜାଣି କେବଳ ତିଷ୍ଠି ରହିବାକୁ ହିଁ ଯାବତୀୟ ଅପକାଇଦାକୁ ଆୟତ୍ତ କରିନେଉଛି ତାହାର ବିବରଣ ତାହାରି ଠାରୁ ହିଁ ମିଳିଯିବ। ପିଲାମାନଙ୍କର ପରୀକ୍ଷା ଏକ ସର୍ବନିମ୍ନ ସାଧୁତା ସହିତ ହେବ, ନାନା ସ୍ତରରେ ଏଥିରେ ନାନା ସ୍ତରର ତସ୍କର ପଶି ତାହାକୁ ଭଣ୍ଡୁର କରିଦେବେ ନାହିଁ ,ଏଇଟା ମଧ୍ୟ ସେହି ହିସାବରେ ସରକାରଙ୍କର କାର୍ଯ୍ୟ ହିଁ ହୁଅନ୍ତା। ମାତ୍ର ତାହା ହୋଇପାରୁନାହିଁ କାହିଁକି କେଜାଣି? ଶିକ୍ଷା ବାବତରେ ଖର୍ଚ୍ଚ ହେଉଥିବା ଭରଣପୋଷଣ ପଇସା କାହିଁକି କୋଉ ଅସୁରୁଣୀମାନଙ୍କର ପେଟକୁ ଯାଇଛି। ଗତ ପଚାଶବର୍ଷର ପଙ୍କକୁ ଉଝାଳିଲେ ତାହାର ଗଦା ଗଦା ସାକ୍ଷ୍ୟ ଅବଶ୍ୟ ମିଳିପାରନ୍ତା। ଖବରକାଗଜରୁ ପଢୁନାହାନ୍ତି ତେବେ ଜାଣିବାକୁ ପାଆନ୍ତେ ଯେ ଏହି ଦେଶଟା ବସ୍ତୁତଃ ତୁଚ୍ଛା ଅପରାଧୀମାନଙ୍କ ଦ୍ୱାରା ଚାଲିଛି। ତଥାପି ଅପରାଧକୁ ରୋକିବା ପାଇଁ ଏବଂ ଅପରାଧକୁ ପକଡ଼ିବା ପାଇଁ ସରକାର କେତେ ନା କେତେ ବ୍ୟବସ୍ଥା କରି ରଖିଛନ୍ତି। ଆଇନ ଅଛି, ଆଇନକୁ କେହି ମାନୁନାହାନ୍ତି। କଚେରୀମାନଙ୍କରେ ଦରବାରୀ ମହାଡ଼ମ୍ବରରେ ନ୍ୟାୟ-ନିଷ୍ପତ୍ତି କରାଯାଉଛି, ଅଥଚ ତାହାକୁ ଫାଙ୍କି ଦିଆଯାଇ ପାରୁଛି। ଦିନ ଦିପହରେ ଲୁଟି ହୋଇ ପାରୁଛି, ଘରେ ଡ଼କାଏତ ପଶିଯାଇ ପାରୁଛନ୍ତି, ମଣିଷମାନେ ହଣାହଣି ହୋଇ ପାରୁଛନ୍ତି, ଲୋକହତ୍ୟାର ସୁମାରି ନାହିଁ। ଆତଙ୍କ ଭିଆଇ ପାରୁଥିବା ବିଶେଷ କାଟର ମଣିଷମାନଙ୍କ ହାତରେ ଏତେ ଅସ୍ତ୍ରଶସ୍ତ୍ର କିପରି କେଉଁଠାରୁ ଆସିଲା, ତାହା ଭାବିଲା ବେଳକୁ ତୁମ ଆମ ବୁଦ୍ଧି ପାଉନାହିଁ। ଅପରାଧୀମାନେ ନିଃଶଙ୍କ ହୋଇ ବୁଲୁଛନ୍ତି ଏବଂ ମାନେ କିଛି କରିପାରୁ ନାହାନ୍ତି ବୋଲି ଖବରକାଗଜରେ ଖବର ବାହାରୁଛି। ସବୁଯାକ ଯୋଜନା ଭିତରେ ପୋକମାନେ ପ୍ରବେଶ କରି ଗର୍ତ୍ତଯାଏ ଖାଇଯାଉଛନ୍ତି। ସରକାରୀ କାମ ହେଉଛି ସିନା ମାତ୍ର ଖାଲି କାଗଜପତ୍ରରେ ହେଉଛି। ବିଦେଶରୁ ଋଣ କରି ଖର୍ଚ୍ଚ ହେଉଥିବା କୋଟି ପ୍ରମାଣ ଅର୍ଥ କୁଆଡ଼େ ଖପିଯାଉଛି ତାହାର ପତ୍ତା ହିଁ ମିଳୁନାହିଁ। ମନେ ହେଉଚି, ପାଠୁଆମାନେ ଓ ଧୋବମାନେ ସତେ ଅବା ସମୁଦି ବସି ସବୁ ଶୋଷି ନେଉଛନ୍ତି। ତେବେ ସରକାର ଆଉ କୋଉଠି ଘରକୁ ଜଗିଛନ୍ତି? ଏବେ ତ ସବା ଉପରେ ରହିଥିବା ଜଣେ ହାକିମ କହିଦେଲେଣି ଯେ ତାଙ୍କ ବିଭାଗୀୟ ଲୋକଙ୍କର ଅପରାଧୀମାନଙ୍କ ସହିତ ଅନେକ ସମୟରେ ଗୋପନ ବୁଝାମଣାମାନ ରହିଚି। ତେଣୁ ଉପରକୁ ମାଳ ମାଳ ରହିଥିଲେ ମଧ୍ୟ ଘର ଖୋଳ ହୋଇ ଯାଉଚି। ଯେଉଁ ଅପରାଧୀମାନଙ୍କ ସହିତ ଜଗୁଆଳୀ ବିଭାଗର ବୁଝାମଣା ରହିଛି ସେମାନେ ଖାଲି ଆମ୍ବ, ପଣସ ଚୋରି କରି ଥରେ ଅଧେ ଧରାପଡ଼ି ଦାଗୀ ହୋଇଥିବା ସାଧାରଣ ଚୋର ଆଦୌ ନୁହନ୍ତି। ବିହାରରେ ଏକ ନ୍ୟାୟାଳୟର ବିଚାରପତି ଦୁଇଜଣ ଏବେ ଗୋଟିଏ ନିଆରା କିସମର ରାୟ ଦେଇ ଭାରତବର୍ଷର ଲୋକମାନଙ୍କୁ ଅ ପ୍ରକୃତରେ ଭାରି ବିଡ଼ମ୍ବନା ଭିତରେ ପକାଇ ଦେଇଛନ୍ତି। ସେମାନେ ସିଧା ସିଧା ଭାଷାରେ କହିଛନ୍ତି ଯେ, ଲୋକେ ଏଣିକି ସ୍ଵୟଂ ରାସ୍ତା ଉପରକୁ ବାହାରନ୍ତୁ ଏବଂ ବିପ୍ଳବ କରନ୍ତୁ। ସେମାନଙ୍କ ମତରେ ତେବେ ଯାଇ ହୁଏତ ନ୍ୟାୟ ମିଳିପାରିବ। ନ୍ୟାୟାଳୟ ଦେଉଥିବା ନ୍ୟାୟକୁ ଆଉ କ୍ଷମତାସୀନ ଏବଂ କ୍ଷମତାଧୀଶମାନେ ମାନିବାକୁ ରାଜି ହେଉନାହାନ୍ତି ବୋଲି ବିରକ୍ତ ହୋଇ ସତେ ଅବା ନିଜର ଚଉକିଟାକୁ ଧିକ୍କାର ଦେଇ ଏହି ନ୍ୟାୟମୂର୍ତ୍ତିମାନେ ସେଭଳି କହିଛନ୍ତି। ଶୁଣିବାକୁ ତ କେଡ଼େ ପ୍ରଗତିଶୀଳ ଲାଗୁଚି। ତଥାପି ପ୍ରଶ୍ନ କରିବାକୁ ଖୁବ୍ ମନ ହେଉଚି, ତେବେ ଏହି କୋଠାଘରମାନଙ୍କରେ ଆଉ କଣ ହେଉଚି? ଏତେ ଏତେ ଦରମା ନେଇ ସାକ୍ଷାତ ଭବ୍ୟବେଶ